ସେହିପରି ଇଣ୍ଡୋନେସିଆ, ବର୍ମା ପ୍ରଭୃତି ଦେଶରେ ମଧ୍ୟ। ମୋଟ କଥା ଉପରେ ନୀତି ନିୟନ୍ତ୍ରଣ ସହିତ ବୁଦ୍ଧିମାନ ଜନତା ସଂପୃକ୍ତ। ସାଧାରଣ ଜନତା ଦୈନନ୍ଦିନ ଶାସନ ସହିତ ସଂପୃକ୍ତ। ଭାରତରେ ଯାହା ଘଟୁଛି ସେଥିରୁ ସ୍ପଷ୍ଟ ଜଣାଯିବ ଯେ ନୀତି ନିୟନ୍ତ୍ରଣରେ ଯେତେ ତ୍ରୁଟି ନାହିଁ, ଶାସନ କ୍ଷେତ୍ରରେ ବେଶି ତ୍ରୁଟି ଦେଖାଯାଉଛି। ଶାସନ କ୍ଷେତ୍ରରେ ଯେଉଁମାନେ ରହିଲେ, ସେମାନେ ଯେତିକି କର୍ତ୍ତବ୍ୟପରାୟଣ ଓ ନିଷ୍ଠାପର ହେବାର କଥା ସେତିକି ହେବାକୁ ଚେଷ୍ଟା ମଧ୍ୟ କରୁନାହାନ୍ତି। ଏପରି ଏକ ବାୟୁମଣ୍ଡଳ ସୃଷ୍ଟି ହୋଇଛି, ଯେଉଁଥିରେ ଶାସନରେ ଯେଉଁମାନେ ଯୋଗ ଦେଉଛନ୍ତି ସେମାନେ ମନେ କରୁଛନ୍ତି ଯେ ସେମାନଙ୍କର ପରିଶ୍ରମ କରିବାର ସମୟ ଚାଲିଗଲା, ଏଣିକି ଘରଦ୍ୱାର କରି ସୁଖରେ ଜୀବନ ଅତିବାହିତ କରିବାର ସମୟ ଆସିଲା। କୌଣସି ସ୍ଥାନରେ ରହି ସେଠାର ସମସ୍ତ ଅବସ୍ଥା ଅଧ୍ୟୟନ କରି ସେଠି ଲୋକଙ୍କର କିଛିହେଲେ ସମସ୍ୟା ସମାଧାନ ଦିଗରେ ଦୃଷ୍ଟି ଦେଇଥିଲେ, ସରକାରୀ କର୍ମଚାରୀମାନେ ଏପରି ଜନପ୍ରିୟ ହେଉଥାନ୍ତେ ଯେ ସେମାନଙ୍କ ନାମ କାଳକାଳକୁ ରହିଯାଉଥାନ୍ତା। ଶହେ ବର୍ଷ ପରେ ସୁଦ୍ଧା ବାଲେଶ୍ୱରର ଗାଁ ଗହଳରେ ବୁଢ଼ାମାନଙ୍କଠାରୁ ରିକେଟ ସାହେବ ନାମ ଶୁଣାଯାଏ। ଫୁଲବାଣୀରେ କନ୍ଧମାନଙ୍କ ଭିତରେ ଓଲେନ ବ୍ରିଚ ନାମ ଆଜିସୁଦ୍ଧା ଲୋକେ କହନ୍ତି। ଗଞ୍ଜାମରେ ଅନସ୍କୋ ନାମ ସେହିପରି ଶୁଣାଯାଏ। ଅନୁଗୁଳରେ ଧାନ ଗୋଲା କେତୋଟି ସ୍ଥାପନ କରିଥିବାରୁ ଆହାଦ ସାହେବଙ୍କ ନାମ ଆଜିସୁଦ୍ଧା ଲୋକେ କହନ୍ତି। ଏପରି କାର୍ଯ୍ୟ କରିବାର ଶକ୍ତି ଆଜିକାଲି ଅଫିସରମାନଙ୍କର ଯେ ନାହିଁ ତାହା ନୁହେଁ। ସେମାନଙ୍କ ଭିତରୁ ଅନେକ ବୁଦ୍ଧିମାନ, ପରିଶ୍ରମୀ ଓ ଲୋକଙ୍କର କାମ କରିବା ପାଇଁ ଉତ୍ସାହୀ; ମାତ୍ର ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯେଉଁଥିରେ ଅଧିକାଂଶଙ୍କର କାମରେ ମନ ଦେବାପାଇଁ ପ୍ରବୃତ୍ତି ହେଉନାହିଁ। ସେଥିପାଇଁ ସେକ୍ରେଟାରୀଏଟ ମଧ୍ୟ ବହୁ ପରିମାଣରେ ଦାୟୀ। କୌଣସି ଅଫିସର କୌଣସି ସ୍ଥାନରେ ଯଦି ଅନ୍ତତଃ ତିନିବର୍ଷ ନ ରହେ, ତେବେ ସ୍ଥାନ ସମ୍ବନ୍ଧରେ କିଛି ଜାଣିପାରିବା ସମ୍ଭବ ନୁହେଁ। ଆଜିକାଲି କେହି କୌଣସି ସ୍ଥାନରେ କିଛିକାଳ ସ୍ଥିର ହୋଇ ରହିବେ, ଏହା ଭାବିପାରୁନାହାନ୍ତି। ଏତେ ଘନ ଘନ ପରିବର୍ତ୍ତନ ହେଉଛି ଯେ ସେଥିରେ ସମସ୍ତେ ନିଜକୁ ଉଡ଼ନ୍ତା ଚଢ଼େଇ ବୋଲି ମନେ କରୁଛନ୍ତି। ଯେ ଯେଉଁଠି କିଛିକାଳ ରହି କିଛି କାମ କଲା ସେ ଯେ ଉପର ସ୍ତରରୁ ପ୍ରଶଂସା ପାଇବ ଓ ଯେ ନ କରିପାରିଲା ସେ ନିନ୍ଦିତ ହେବ- ଏ ବିଶ୍ୱାସ କାହାରି ନାହିଁ। ଏହା ମଧ୍ୟ କର୍ତ୍ତବ୍ୟ ପ୍ରତି ବିତୃଷ୍ଣା ଜନ୍ମିବାର ଏକ ପ୍ରଧାନ କାରଣ। ଏହା ମଧ୍ୟ ଦେଖାଯାଉଛି ଯେ କୌଣସି ସ୍ତରରେ କେହି ନିଜ ଉପରକୁ ଦାୟିତ୍ୱ ନେବାକୁ ପ୍ରସ୍ତୁତ ନୁହନ୍ତି। କେହି ଜଣେ ନିଜ ଉପରକୁ ଦାୟିତ୍ୱ ନେଇ କୌଣସି ବିଷୟରେ ଆଦେଶ ଦେବ, ଏଥିପାଇଁ କେହି ପ୍ରସ୍ତୁତ ନୁହନ୍ତି। ଫଳରେ ପରସ୍ପର ରିପୋର୍ଟ ଓ ମତ ମଗାମଗି ଏପରି ଚାଲିଛି ଯେ ସାଧାରଣ ଲୋକେ ଏଠିସେଠି ଦୌଡ଼ି ଦୌଡ଼ି କ୍ଳାନ୍ତ। ଉନ୍ନତ ଦେଶ, ଯଥା- ଇଂଲଣ୍ଡ, ଆମେରିକା ପ୍ରଭୃତିରେ ସବୁ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ଯେ ସେମାନେ ସାଧାରଣ ଲୋକଙ୍କ ଆପତ୍ତି ଶୁଣି ସେମାନଙ୍କୁ ସାହାଯ୍ୟ କରିବେ। ଏଠି ଆପତ୍ତି ଶୁଣି ସାହାଯ୍ୟ କରିବା ତ ଦୂରର କଥା, ଆପତ୍ତି ନ ଶୁଣି ଅପମାନ ଦେବାକୁ ମଧ୍ୟ ଅନେକେ ଅଗଣତାନ୍ତ୍ରିକ ବୋଲି ମନେ କରୁନାହାନ୍ତି। ଏହି ହେଉଛି ଜନସାଧାରଣ ବିରକ୍ତ ହେବାର କାରଣ। ଏହି ବିରକ୍ତି ଯେ କେବଳ ଜନସାଧାରଣଙ୍କ